ଏହାହିଁ ଉପନିଷଦ୍ର ବଜ୍ର ନିର୍ଘୋଷ-ପ୍ରକୃତ ଅନୁଶାସନ। ଏହା ଆମକୁ ଗ୍ରହଣ କରିବାକୁ ପଡ଼ିବ। ତାହା ନ ହେଲେ ଆଉ ଉପାୟ ନାହିଁ। ତମେ ପ୍ରଶ୍ନ କରିବ ଏହା କ'ଣ ଜୀବନରେ ସମ୍ଭବ? ହଁ। ସମ୍ଭବ। ତମ ଆଗରେ ସ୍ୱାମୀ ବିବେକାନନ୍ଦ ଅଛନ୍ତି। ତାଙ୍କର ଜୀବନୀ ଯଦି ପଢ଼ିବ, ଦେଖିପାରିବ ସେ ତମଠାରୁ ବହୁ ଦୁଃଖକଷ୍ଟରେ ପଡ଼ିଥିଲେ। ତାଙ୍କ ବାପା ମଲାପରେ ତାଙ୍କୁ ଖାଇବାକୁ ମୁଠାଏ ମିଳିବା କଷ୍ଟକର ହେଉଥିଲା। ସେ ଯୁଗରେ ବି:ଏ: ପାସ୍ କରି ଖଣ୍ଡିଏ ଚାକିରିପାଇଁ ବିରାଟ କଲିକତା ସହରଯାକ ବୁଲିବାକୁ ପଡ଼ୁଥିଲା। ବିବେକାନନ୍ଦଙ୍କ ଆଗରେ ତାଙ୍କର ପ୍ରିୟତମ ଗୁରୁଦେବ ଶ୍ରୀରାମକୃଷ୍ଣ ଦେବ ଥିଲେ। ସେ ଥିଲେ ତାଙ୍କ ପ୍ରେରଣାର ଉତ୍ସ। ସ୍ୱାମୀ ବିବେକାନନ୍ଦ ଗୁରୁଦେବ ଶ୍ରୀରାମକୃଷ୍ଣ ଦେବଙ୍କୁ ପଚାରିଲେ, ''ଆପଣ କ'ଣ ଈଶ୍ୱରଙ୍କୁ ଦେଖିଛନ୍ତି? '' ଅବତାର ଶ୍ରୀରାମକୃଷ୍ଣ ଦେବ କହିଥିଲେ, ''ହଁରେ, ମୁଁ ଦେଖିଛି। ତୋ ସାଙ୍ଗରେ ଯେମିତି କଥା ହେଉଛି, ତାଙ୍କ ସାଙ୍ଗରେ ସେମିତି କଥା ହୋଇଛି। '' ସ୍ୱାମୀଜୀଙ୍କ ମନ ଆନନ୍ଦରେ ପୂରି ଉଠିଲା। ତାଙ୍କର ଅଭାବ ମୋଚନ ପାଇଁ ସେ ତିନି ତିନିଥର ମା ଭବତାରିଣୀଙ୍କ ପାଖକୁ ଯାଇଥିଲେ। ପଦସ୍ପର୍ଶ କରି ଦେଖିଲେ ସେ ଜୀବନ୍ତ। ତାଙ୍କର ଅଭାବ ମୋଚନ ହେଲା ଅଲୌକିକ ଭାବରେ। ଗୁରୁଦେବ କହିଲେ, ''ଜଗତରେ ସୁଖଶାନ୍ତି ବିତରଣ ପାଇଁ, ମୁମୂର୍ଷୁ ମଣିଷ-ଜୀବନରେ ଶାନ୍ତି, ଅମରତ୍ୱ ପ୍ରତିଷ୍ଠା ପାଇଁ ତୁ ଆସିଛୁ। '' ସ୍ୱାମୀଜୀ ସେହି ତ୍ୟାଗପୂତ ପବିତ୍ର ଆଦର୍ଶ। ଜୀବନ କାଳରେ ସେ ପ୍ରମାଣିତ କରି ଉଦବୋଧନ ଦେଇଛନ୍ତି-''ଉତ୍ତିଷ୍ଠତ ଜାଗ୍ରତ ପ୍ରାପ୍ୟ ବରାନ୍ ନିବୋଧତ''-ଉଠ, ଜାଗ, ଲକ୍ଷ୍ୟ ଲାଭ ପୂର୍ବରୁ କେଉଁଠାରେ ରହନା, ଆଗେଇ ଚାଲ। ଆଗେଇଗଲେ ବାଟ ଫିଟିଯାଏ ଘରୁ ବାହାରିଲେ ଦିଜଣ ପିଲା। ଜଣକର ନାମ ରାମ, ଆର ଜଣକ ଶ୍ୟାମ। ଦ୍ୱିପହର ହେଇଛି; ସଞ୍ଜ ହେଉଁ ହେଉଁ ଦଶମାଇଲ ରାସ୍ତା ଟପି ଯିବାକୁ ପଡ଼ିବ ସ୍କୁଲକୁ। ନିଛାଟିଆ ରାସ୍ତା। ଥଳିରେ ଜିନିଷପତ୍ର ଧରି ସମସ୍ତଙ୍କୁ ମୁଣ୍ଡିଆ ମାରି ଦୁହେଁ ବାହାରି ପଡ଼ିଲେ। ସେମାନେ କିଛି ବାଟ ଆଗେଇ ଗଲା ପରେ ଦେଖିଲେ ଅନ୍ଧ ଛୋଟା ଲୋକଟିଏ ଗାଁକୁ ଯିବ ବୋଲି ବାଟ ପାଉନାହିଁ। ସେ ଦୁଇଦିନ ହେଲା ଖାଇନାହିଁ ବୋଲି କହିଲା। ଶ୍ୟାମ ତା ପାଖକୁ ଯାଇ ତା ଥଳିରୁ ଚୂଡ଼ା-ମୁଢ଼ି କାଢ଼ି ତାକୁ ଦେଲା। ଅନ୍ଧଟି ଖୁସି ମନରେ ଖାଇଲା। ରାମ କହିଲା-ଏଗୁଡ଼ାଙ୍କୁ ଦେଇ ଲାଭ କଣ? ଏଗୁଡ଼ାକ ମରିଗଲେ ଭଲ। ଶ୍ୟାମ କହିଲା-ରାମ, ତୁ ଦେଲୁତ ନାହିଁ। ତାଙ୍କର ଅମଙ୍ଗଳ କାମନା କରୁଛୁ କାହିଁକି? ତା' କଥା ବୁଝୁନୁ, ତଥାପି ମନ୍ଦ ପାଞ୍ଚୁଛୁ। ତୁ କଣ ଏଇ ଲୋକଟିର ସୃଷ୍ଟିକର୍ତ୍ତା। ଯେ ସୃଷ୍ଟି କରିଛି ସେ ତାକୁ ଖାଇବାକୁ ଦେଉଛି। ତୁ କିଏ? ରାମ ତମ-ତମ ହୋଇ କହିଲା-ନୀତିକଥା ସବୁ ପୋଥି-କଥା। ତୁ ଥା ଏଇଠି, ମୁଁ ଏକା ଚାଲିଲି। ଶ୍ୟାମ ଅନ୍ଧଲୋକଟିର ହାତ ଧରି ସେ ଯେଉଁ ଗାଁକୁ ଯିବ ସେଇ ଗାଁ ମୁଣ୍ଡରେ ତାକୁ ଛାଡ଼ିଦେଇ କହିଲା-''ଭାଇ, ମୁଁ ଯାଉଛି, ବେଳ ଗଡ଼ିଗଲାଣି। '' ଅନ୍ଧଲୋକଟି ଆଶୀର୍ବାଦ କରି କହିଲା-''ଭଲ ପିଲା ତମେ। ଗୋଟିଏ କଥା ମନେ ରଖିଥିବ-ଆଗେଇ ଗଲେ ବାଟ ଫିଟିଯାଏ। ଭଲ କାମରେ ଲକ୍ଷ୍ୟ ଠିକ୍ ରଖି ଆଗେଇ ଯାଅ। ବାଟ ଆପଣାଛାଏଁ ଫିଟିଯିବ। '' ଶ୍ୟାମ କିଛିଦୂର ଯାଇଛି, ଝଡ଼ ବର୍ଷା ଘୋଟି ଆସିଲା। ସେ କିନ୍ତୁ ଅଟକିଲା ନାହିଁ ଏକାଭଳି ଚାଲିଥାଏ। ବାଟରେ ଦେଖିଲା ରାମକୁ। ଶ୍ୟାମ କହିଲା,-''ତୁ ତ ଏତେ ଆଗରେ ଆସୁଥିଲୁ, ଏଇଠି କଣ ଅଛୁ? '' ରାମ କହିଲା-''ବାଟରେ ଅଟକି ତାସଖେଳ ଦେଖୁଥିଲି। ମୁଁ ଆଉ ଯାଇ ପାରିବିନି। ଏଇ ଗାଁରେ କେଉଁଠି ରହିଯିବି। '' ଶ୍ୟାମ କହିଲା-''କାଲି ପରା ପରୀକ୍ଷା ଆରମ୍ଭ ହେବ। ମାଷ୍ଟର ରାଗିବେ। '' ରାମ କହିଲା-''ରାଗନ୍ତୁ ପଛକେ ପରୀକ୍ଷା ଦେବି ନାହିଁ, ତୁ ଯା, ମୁଁ ଏଇଠି ରହିଲି। '' ଶ୍ୟାମ ଏକାକୀ ଚାଲିଛି। କିଛି ଦୂର ଆଗେଇ ଗଲାପରେ ବର୍ଷା ଝଡ଼ ଥମିଗଲା। ସଫା ଜ୍ୟୋତ୍ସ୍ନା ଆଲୋକ ଝଲକି ଗଲା। ସେ ବାଟ ଦେଇ ବ୍ଲକ-ଅଫିସର ଜିପ୍ ଗାଡ଼ି ନେଇ ଆସୁଥିଲେ। ସେ ଶ୍ୟାମକୁ ନେଇ ସ୍କୁଲରେ ଛାଡ଼ିଦେଲେ। ଶ୍ୟାମ ସେଇ କଥାଟି ମନେ ରଖିଛି-'ଆଗେଇ ଗଲେ ବାଟ ଫିଟିଯାଏ। ' ଅହଂକାରକୁ ଦମନ କର ଜଣେ ଆତ୍ମାଭିମାନୀ ପଣ୍ଡିତ ଥିଲେ। ସେ ଶାସ୍ତ୍ରରେ ଧୁରନ୍ଧର ଥିଲେ ଏବଂ ଶାସ୍ତ୍ର ଉଦ୍ଧାର କରି ସମସ୍ତଙ୍କୁ ପାଣ୍ଡିତ୍ୟରେ ପରାସ୍ତ କରୁଥିଲେ।